ଅଯତ୍ନ ବର୍ଦ୍ଧିତ ଦେହଟିମାନ ବେଶ୍ ହୃଷ୍ଟପୃଷ୍ଟ। ଯେତେ ବୋଝ ଦିଅ ସମ୍ଭାଳି ଯିବେ। ମଣିଷ ପଛକେ ଥକିଯିବ, ଏମାନେ ଥକିବେ ନାହିଁ। ଏତେ କାର୍ଯ୍ୟ କରି ମଧ୍ୟ ନିଜପାଇଁ କୌଣସି ଦାବୀନାହିଁ। ପାରିକୁଦର ଜୀବନଯାପନ ପାଇଁ ପୋଢ଼ ମହିଷୀର ଦାନ ଉଲ୍ଲେଖ ଯୋଗ୍ୟ। ଏମାନଙ୍କ ବିନା ଦ୍ୱୀପପୁଞ୍ଜର ସାଧାରଣ ଜୀବନ ବିପନ୍ନ ହୋଇଯିବାର ଆଶଙ୍କା ଅଛି। ଆଉ ସେଇଥିପାଇଁ ବୋଧହୁଏ ଦୟାପରବଶ ହୋଇ ପ୍ରକୃତି ଏ ଅଦ୍ଭୂତ ପଶୁ କୁଳକୁ ପାରିକୁଦର ଜିମା କରି ଯାଇଛି! ମହିଷୀ କ୍ଷୀର ଦାନ କରି ଗରୀବ ଗୃହସ୍ଥର ପୁଅଝିଅଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାହାଯ୍ୟ କରେ। କ୍ଷୀର ଦେହରୁ ଲହୁଣୀ ଇତ୍ୟାଦି ପ୍ରସ୍ତୁତ କରି ପାରିକୁଦବାସୀ ବାଲୁଗାଁ ବଜାରରେ ବିକେ। ବେଶ୍ ଦି'ପଇସା ରୋଜଗାର ହୁଏ। ଆଉ ପୋଢ଼ ନିଜ ଦେହର ପରିଶ୍ରମ ଦେଇ ପାରିକୁଦ ମାଟିକୁ ଉର୍ବର କରିବା ସଙ୍ଗେ ସଙ୍ଗେ ଫସଲ ବଢ଼ାଏ। ପାରିକୁଦର ଚଉଦିଗକୁ ବେଢ଼ି ଚିଲିକା ଥିଲେହେଁ ମାଛ ସିନା ମିଳେନାହିଁ, କ୍ଷୀର, ଦହି, ଲହୁଣୀର ଅଭାବ ନାହିଁ। ଚାରଣା ପଇସା ଦେଲେ ଖାଣ୍ଟି ନିରୋଳା ସେରେ କ୍ଷୀର ଆସି ବସାରେ ପହୁଞ୍ଚିଥିବ। ଟଙ୍କାଟିଏ ଦେଲେ ପାଣ୍ଡା ପକ୍ଷୀଟିଏ ହାଜର ହୋଇଥିବ। ଏହି ପଶୁ ପକ୍ଷୀମାନେ ଚିଲିକାର ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଦାୟୀହେଲେ ବି ମଣିଷ ଜାତିଟା ବଡ଼ କୃତଘ୍ନ। ସେ ତାଙ୍କୁ ନିଜର କରି ନିଏନାହିଁ। ନିଜ ସ୍ୱାର୍ଥରକ୍ଷା ପାଇଁ ସେମାନଙ୍କୁ ମାରେ ହାଣେ ପୁଣି ଅତ୍ୟାଚାର କରେ। ନିରୀହ ପଶୁ ପକ୍ଷୀକୁଳ ବଡ଼ ଉଦାର! ସେମାନେ ଅଜ୍ଞାନ ମଣିଷକୁ କ୍ଷମା ଦିଅନ୍ତି। ସହକର୍ମୀ ଦି'ଜଣ ଆହୁରି ଫେରି ନାହାନ୍ତି? କାନୁନ୍ଗୋ ବାବୁ ବସାକୁ ଯିବାକୁ ତରବର ହେଲେ। ବସାଘରଟା ତ ଆଉ କୃଷ୍ଣପ୍ରସାଦର ଇସ୍କୁଲ ପାଖରେ ନାହିଁ! କୃଷ୍ଣପ୍ରସାଦ ଡେଇଁ ଇପିଙ୍ଗରୁ ମାଇଲିଏ ଗଲେ ଯାଇ ପଶୁ ଚିକିତ୍ସାଳୟ। ଚିକିତ୍ସାଳୟ ପାଖକୁ ଲାଗି ବସାଘର। ପାଖରେ ଜନସମାଗମର ଚିହ୍ନି ନାହିଁ। ଅଧାହୋଇ ପଡ଼ିଥିବା ନୂଆ ସଡ଼କଟି ସଂପୂର୍ଣ୍ଣ ହେଲେ ଅବା କିଛି ପରିବର୍ତ୍ତନ ଆଶା କରାଯାଇ ପାରେ! ପାଖରେ ଥିବା କାଳିଜାଈଙ୍କ ଭଙ୍ଗା ଦେଉଳକୁ କେହି ପ୍ରାୟ ଆସନ୍ତି ନାହିଁ। ଚିଲିକା ଭିତରର କାଳିଜାଈଙ୍କ ବଦଳ ମୂର୍ତ୍ତି ଇଏ। ତେଣୁ ବିଶେଷ କିଛି ପ୍ରାଧାନ୍ୟ ନାହିଁ। କିନ୍ତୁ କାଳିଜାଈଙ୍କ ସ୍ଥାପନା ମୂର୍ତ୍ତି ପାଖକୁ ଯେଉଁ ପ୍ରସ୍ତର ପ୍ରତିମାଟି ପୂଜା ପାଉଛନ୍ତି, ସେ ମୂର୍ତ୍ତିଟି ବାସ୍ତବିକ ଚମତ୍କାର। ବେଳେ ବେଳେ ବସାଘର ପାଖରେ ଡାହାଣୀ ନିଆଁ ଜଳେ। ହଠାତ୍ ଦେଖାଦେଇ ଆଖି ପଲକରେ ଅଦୃଶ୍ୟ ହୋଇଯାଏ। ଭେଟନାରୀ ଡାକ୍ତରଖାନାର ଛାତ ଉପରେ ବି ନିଆଁ ଦିଶେ। କିନ୍ତୁ କାନୁନ୍ଗୋ ବାବୁଙ୍କର ସେଥିପ୍ରତି ଟିକିଏ ବୋଲି ବି ଭୟ ନାହିଁ। ଯଦି କୌଣସି ଦେବୀ ଦେବତା ଥାଏ, ସେ ଆପଣା ଇଚ୍ଛାରେ ହସି ଖେଳି ଚାଲିଯିବେ। ମର୍ତ୍ତ୍ୟର ମାନବ ସଙ୍ଗେ ବା ତାର କି ସଂପର୍କ ରହିଛି? ମାନବ ତ ଦେବାଦେବୀର ଅନିଷ୍ଟ କରିବାକୁ କ୍ଷମତା ପାଇନାହିଁ। କାନୁନ୍ଗୋବାବୁ ଖୁବ୍ ଦାମ୍ଭୀକ। ସେଇଥିପାଇଁ ଏକୁଟିଆରେ ଏତେ ଦୂରେ ଅଛନ୍ତି। ପାଖରେ ସାଙ୍ଗସୁଖ ବୋଲି କେହି ନାହିଁ। ବିବାହ କରିଥିଲେ ବୋଧହୁଏ ଏତେ ବଡ଼ ସାହସ କରି ପାରୁ ନ ଥାନ୍ତେ। ଆପଣ ପାରିକୁଦରେ ସମୟ କଟାନ୍ତି କିପରି? ଅଶୋକବାବୁ ପ୍ରଶ୍ନ କଲେ। ଏଇ ସାଙ୍ଗ ସାଥି ଗହଣରେ କାମ ଥିଲାଯାଏ ସମୟ ଜଣାପଡ଼େ ନାହିଁ। କାମ ନ ଥିଲେ ସାଇକଲ ମାରି କୃଷ୍ଣପ୍ରସାଦ ଚାଲିଆସେ। ଏଇଠି ଯେତକ ସରକାରୀ କର୍ମଚାରୀ ଅଛନ୍ତି, ସମସ୍ତେ ସମସ୍ତଙ୍କର ଅତି ପରିଚିତ। ଅନ୍ୟାନ୍ୟ ସ୍ଥାନପରି ବାଦବିସମ୍ବାଦ କିଛି ନାହିଁ। ପରସ୍ପର ମଧ୍ୟରେ ଘନିଷ୍ଠତା ବଢ଼ିଯାଇଛି। ସମସ୍ତେ ଏକ ପରିବାରଭୁକ୍ତପରି ଚଳନ୍ତି। ତେଣୁ ଅସୁବିଧା ହୁଏନାହିଁ। ତାସ୍ ବା କେରମ୍ବୋର୍ଡ଼ ପାଖରେ ସନ୍ଧ୍ୟା ସରିଯାଏ। କିଛି ନ ଥିଲେ ତ 'ଚିଲିକା ପାଠାଗାର' ରହିଛି! ବହିଟିଏ। ହାତରେ ଥିଲେ ଘନିଷ୍ଠ ବନ୍ଧୁର କାର୍ଯ୍ୟ ତୁଲାଏ। ଅଶୋକ ପାତ୍ର ଚିଲିକା ପାଠାଗାର କଥା ଶୁଣି ଆନନ୍ଦ ହେଲେ। ପଢ଼ା ଶୁଣାଟାକୁ ଜୀବନର ଏକ ଅବିଭାଜ୍ୟ ଅଂଶ ବୋଲି ଧରିନେଇଛନ୍ତି। ଅବସର ସମୟତକ ପଢ଼ାଶୁଣାରେ କଟାଇ ଦିଅନ୍ତି। କାହ୍ନୁଚରଣ, ଗୋପିନାଥଙ୍କ ଉପନ୍ୟାସ ଓ ଗଳ୍ପଠାରୁ ଆରମ୍ଭ କରି ଗୋପିଭାଷା, ରାସକ୍ରୀଡ଼ା ପର୍ଯ୍ୟନ୍ତ ପଢ଼ନ୍ତି। ଲେଖକମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠନ୍ତି। 'ଚିଲିକା ପାଠାଗାର' ନାଁ ଶୁଣି ସେ କାନୁନ୍ଗୋ ବାବୁଙ୍କ ସଙ୍ଗରେ ଯାଇ ଦେଖିଆସିବାକୁ ପ୍ରସ୍ତାବ ଦେଲେ। କାନୁନ୍ଗୋବାବୁ ମଧ୍ୟ ସେଇଆ ଚାହୁଁଥିଲେ।